ସେତେବେଳକୁ ଟୁନୀ ଓ ବୁଲୁ ଆସି ବନ୍ଧପାଖରେ ହେଲେଣି। ମା'ର ଭବିଷ୍ୟତ ଦୁଃଖ ବିଷୟରେ ସୁମି ଚିନ୍ତା କରିପାରିଲା ନାହିଁ। ବାଧ୍ୟ ହୋଇ ଅଟକି ଗଲା। ଟୁନୀ ନାଲୁମିଶ୍ରଙ୍କ ଝିଅ। ବୁଲୁ ଟୁନୀର ବଡ଼ ଭାଇ। ସୁମି ଓ ଟୁନୀ ଏକାବୟସୀ। ବୁଲୁ ସୁମି ଓ ଟୁନୀଠାରୁ ବଡ଼, ମାତ୍ର ବର୍ଷେ କେଇମାସ। ସମସ୍ତେ ଏକାଗଡ଼ିର ସାଙ୍ଗ। ବଡ଼ ସାନ କେହି ସେମିତି ମାନନ୍ତି ନାହିଁ। ଦରକାର ପଡ଼ିଲେ ଟୁନୀ ଲଗେଇ ଦିଏ ବୁଲୁ ଗାଲରେ ଚାପୁଡ଼ା। ବୁଲୁ ମଧ୍ୟ ଦୁଇ ଜଣଙ୍କର ମୁଣ୍ଡରେ ବାଲି କୁଢ଼େଇ ଦେଇ ତାଳି ମାରି ହୋ ହୋ ହୋଇ ହସେ। ଗୋଡ଼େଇ ଗୋଡ଼େଇ ବୁଲୁକୁ କେହି ପାରନ୍ତି ନାହିଁ। ଟୁନୀ ଓ ସୁମି ବାଲିଘର କଲାବେଳେ ବୁଲୁ ସେମାନଙ୍କର ସାଜସଜ୍ଜା ଭାଙ୍ଗି ଦେଇ କହେ–ଆସ ମୋ ଘରେ ପୋଇଲି ହବ। ୟେ ମୋ ରାଇଜ-। ଏଠି ତୁମ୍ଭେମାନେ ଘର ତୋଳି ପାରିବ ନାହିଁ। ବେଳେବେଳେ ବୁଲୁ କଥା ରୁହେ। ଆଉ ବେଳେବେଳେ ହୁଏ ଯୁଦ୍ଧ। ସୁମି ଓ ଟୁନୀ ବୁଲୁକୁ ମାଡ଼ିବସି ଅକ୍ତିଆରକୁ ଆଣନ୍ତି। ବୁଲୁ ତଳେ ପଡ଼ିଯାଇ ପଳେଇବାର ଉପାୟ ନ ପାଇ–କାମୁଡ଼ି ପକାଏ ସୁମିକୁ। ସୁମି କାନ୍ଦି କାନ୍ଦି ଘରକୁ ଫେରେ। ଶେଷରେ ଖେଳ ଏକ କରୁଣତାରେ ପହଞ୍ଚେ। ସୁମି-ମା କହନ୍ତି–ଖେଳ ଖେଳୁ ଖେଳୁ ମାଡ଼ ମରାମରି ହେଲ କାହିଁକି? ବୁଲୁ କ୍ଷମା ମାଗେ। ଟୁନୀ ଚୁପ୍। ପୁଣି କେତେବେଳେ ସୁମି ହସେ–ଟୁନୀ କାନ୍ଦେ। କେତେବେଳେ ବା କାନ୍ଦେ ବୁଲୁ, ଯେତେବେଳେ ବୁଲୁ ଚୁଟିକି ଧରି ଟୁନୀ ଓ ସୁମି ନଈକାଲିରେ ଘୋଷାରନ୍ତି। ସୁମି ଦେଖିଲା–ଆଜି ବୁଲୁ ପିନ୍ଧିଚି ଭଲ ଜାମା, ଭଲ ପେଣ୍ଟ। ଏଇଗୁଡ଼ିକ ରାମାନନ୍ଦଙ୍କ ମେସିନରେ ତିଆରି ହୋଇ ଆସିଚି। ଭାରି ସୁନ୍ଦର। ସୁମି ବାପାଙ୍କ ତିଆରି କରିବା ବାହାଦୁରିରେ ଗୌରବାନ୍ୱିତ ହେଲା। ବାପା ତାର କେଡ଼େ କାଇଦାରେ ଲମ୍ବ ଲମ୍ବ କନା କାଟି ଏଇମିତି ଢଙ୍ଗ ଢଙ୍ଗର ହାତକଟା ମୁଣ୍ଡଗଳା, ବେକଖୋଲା ସେମିଜ ପେଏଣ୍ଟ ଜାମା ଆଦି ତିଆରି ନ କରନ୍ତି? ସୁମିର ଫ୍ରକ୍ ଖଣ୍ଡି ମଇଳା ହୋଇ ଆସିଲଣି–ଧୂଳି ପଡ଼ି। କିନ୍ତୁ ବୁଲୁ ଓ ଟୁନୀର ଲୁଗା ପରିଷ୍କାର। ଈର୍ଷା ହେଲା ସୁମିର। ନଈ ପଟୁ ଆଣି ସେମାନଙ୍କର ଜାମାରେ ଲେସିଦେବାକୁ ତା'ର ମନ ହେଉଥାଏ। ନଈରେ ଅଥଳ ଥଳ ପାଣି। ସେଠି ଭୟ ଅଛି। କାଲି ସକାଳେ ସୁମି ଘର ଦାଣ୍ଡ ଦୁଆରକୁ ଆଣି ଗଲେ ବୁଲୁ ଓ ଟୁନୀଙ୍କ ସଫା ଜାମାରେ ସୁମି ନିଶ୍ଚୟ ପଟୁ କାଦୁଅ ଲେସି ଦେଇ ମଳି କରିଦେବ। ସୁମି ସାମ୍ନାରେ ସଫା ଲୁଗା ପିନ୍ଧା ସଉକି ପଟିବ ନାହିଁ। ଟୁନୀ ପଚାରିଲା–ଆଲୋ ସୁମି, ନଈ ବଢ଼ୁଚି ନା କମୁଚି। 'ବଢ଼ୁଚି'। ସୁମି ସେତେବେଳକୁ ଏକରକମ ନାଚିବା ଆରମ୍ଭ କରି ଦେଇଥାଏ। ବଢ଼ୁଚି!!! ତିନିହେଁ ଆନନ୍ଦରେ ବହୁ ସମୟ ଧରି ଖୁସିଗପ କଲେ। କେଉଁଠି ଫେଣ ମଣିଷଟେ ପରି ଭାଷି ଆସୁଚି ଦେଖି ବୁଲୁ କହିଲା, ''ଏଇରେ ଭୂତ; ଏଇ ଘାଟରେ ଲାଗି ରାତିରେ ସୁମିକି ଖାଇବ। '' ହଳଦିଆ ଡାଆଣିଆ ଖରା ଗଛ ଅଗରେ ଝୁଲିଲା ବେଳକୁ ସୁମି ଘରକୁ ଫେରିଲା। ରାମାନନ୍ଦେ ପିଣ୍ଡା ଉପରେ ବସି ଅଗଣାକୁ ଗୋଡ଼ ଓହଳେଇଥାନ୍ତି, ପାଖରେ ବସିଥାନ୍ତି ସୁମି ମା'। ବାପା ସଞ୍ଜ ଆଗରୁ ଘରକୁ ଫେରିବେ ବୋଲି ସୁମି କଳ୍ପନା ବି କରି ନଥିଲା। ଏବେ ତା' ହଲକ ଶୁଖିଗଲା ବାପାଙ୍କୁ ଦେଖି। ଦୁଷ୍ଟାମି ଦେଖିଲେ ରାମାନନ୍ଦେ ଭୀଷଣ ରାଗନ୍ତି। ସୁମି ଏ ଯାଏଁ ବାପାଙ୍କ ହାତରୁ ମାଡ଼ ଖାଇନି ସିନା–କିନ୍ତୁ ବାପାଙ୍କ ମୁହଁକୁ ଚାହିଁଲେ ତା'ର ଅଧା କଥା ବାହାରେ ନାଇଁ। ନଈ ବଢ଼ି ଦେଖିବାକୁ ଦୀର୍ଘ ଦୁଇଘଣ୍ଟା ହେବ ଯାଇଥିଲା ଜାଣିଲେ ନିଶ୍ଚୟ ମାରିବେ। କ'ଣ କରିବ ସେ ଏବେ। ମା' କଥା ନ ମାନି ସେ ବଡ଼ ଭୁଲ କରିଚି। ଆଉ କେବେ ଅମାନ୍ୟ କରିବ ନାଇଁ। କେବଳ ଏଇଥରକ ରକ୍ଷା ପାଇଲେ ହେଲା। ତାର ମନହେଲା ଯେମିତି ତାରି ବିଷୟରେ ବାପା-ମା ବସି ଆଲୋଚନା କରୁଛନ୍ତି। ଆଉ ବାପା କହୁଛନ୍ତି–ଆସୁ ହେବ ଆଜି ତା' ଉପରେ କଷିକି ଦୁଇଟା। ସେ ମୁହଁକୁ ଶୁଖେଇ ଥରି ଥରି ଯାଇ ମା' ପାଖରେ ବସି ପଡ଼ିଲା ଏବଂ ଚୁପ୍ ଚୁପ୍ କରି ମା' କାନରେ କହିଲା–'ମା' ଭୋକ ହେଲାଣି। ' ରାମବାବୁ ପରିଷ୍କାର ଶୁଣିପାରିଲେ।